ଜୀବନର କାମଟା ବି ସେମିତି ଖାପଖାଇଚି ତା ସଙ୍ଗରେ। ହାରାହାରି ଦେଖିବାକୁ ଗଲେ ଛନ୍ଦପତନର ଅବସର ମୋଟେ ତାଠେଇଁ ନାହିଁ। ଭଗୀ ଦାସ ଓ କଳୁ ଦାସ, ନୁଖୁରୀର ଦୁଇ ଭାଇ। ଦୁହେଁ ନୁଖୁରୀ ଠାରୁ ବଡ଼। କଳୁ ଭଗୀଠାରୁ ବଡ଼। ଭଗୀ ଅନେକ ସମୟ କଲିକତା ଯାଏ, ରୋଜଗାର କରି। କଳୁ ଗାଁରେ ରହି, ହିଡ଼ମାଟି ହିଡ଼ରେ ନଦି, ନଈକୂଳର ପାଳ ଜମି ଭାଗ ବଖରା କରି ପରିବାର ଦାୟିତ୍ୱକୁ ଠେଲାଠେଲି କରି ଚଳାଏ। ନୁଖୁରୀର ସହଚର୍ଯ୍ୟ କିନ୍ତୁ ସବୁଥିରେ ଥାଏ। ଖରାଦିନେ ଜମି ଚାଷବେଳେ ବିଲକୁ ବିହନ ବୁହେ। ବର୍ଷାଦିନେ ବେଉଷଣ ବେଳେ ବାଟିଆ ଭାଙ୍ଗି ଖେଳୁଆ କରେ-। ବଛା ବେଳେ ବିଲ ବାଛେ। ଶୀତଦିନଠଉଁ ଅଧାଖରାଯାଏ ପାଳରେ ଖଟେ। ଖରା କାକରରେ କ୍ଷେତ ଜଗି ପଡ଼ିଥାଏ। ନୁଖୁରୀ ରାଣ୍ଡ। ଯୁବା ରାଣ୍ଡ କି ବାଳୁତ ରାଣ୍ଡ କହି ହବନି। ତେବେ ବର୍ତ୍ତମାନ ନିପଟ ରାଣ୍ଡ। ହାତରେ ପଟେ ହେଲେ କାଚ କି ଶଙ୍ଖା କି ଖଡ଼ୁ କିଛି ହେଲେ ନାହିଁ। ଏଇ ବିଧବା-ଜୀବନ ଭିତରେ ସେ ଯେପରି ଆଉ କୌଣସିଥିର ସପନ ଦେଖେ ନା। ଏଇ ଦଶାଟା ତାକୁ ଯେମିତି ଆରେଇ ଯାଇଛି। ସେଦିନ ସକାଳୁ ନୁଖୁରୀକି କିଏ ଡାକିଲା ସେ ଜାଣିପାରିଲା ନି। ମୁହଁରେ ଚଳାଏ ପାଣି ମାରି ସେ ରାସ୍ତା ରାସ୍ତା ବାହାରି ଗଲା ପାଳକୁ। ମଗୁଶିର ମାସ। ତଣ୍ଡିଫୁଲଗୁଡ଼ା ଆଜିଯାକେ ବି ନଈଧାରଯାକ ହସରେ ଫଟେଇ ଦେଉଚନ୍ତି। ନଈପାଣି ବି ସଫା ହେଇଯାଇଚି। ତଣ୍ଡିଫୁଲର ନୀରବ ହସକୁ ସେ ଯେମିତି ଭାଷା ଦେଇ କିଲ୍ କିଲ୍ ହେଇ ପ୍ରଗଳ୍ଭା ବାଳିକାଟି ଭଳି ଦଉଡ଼ି ଚାଲିଯାଉଚି। ଦର୍ପଣ ବାଡ଼ ପରି ପାଣି ଭିତରେ କୂଳର ସବୁ ଫୁଲ, ଫଳ, ଜୀବଜନ୍ତୁଙ୍କ ଛାଇ ଫୁଟିଉଠୁଚି। ନୀଳ ଆକାଶର ଛାଇ ଯେମିତି ପାଣିକି କଳାଘୁମର କରିଦେଇଚି। ସେପାରିର ବରଗଛ ଉପରେ ଦୁଇ ତିନିଟା ବଗ ଉଡ଼ି ଉଡ଼ି ଆସି ବସିଲେ। ଚହଲା ପାଣିରେ ତାଙ୍କର ଧୋବଲା ଛାଇଗୁଡ଼ାକ ଯେପରି ପିଠଉ ଢାଳି ଦେଲା ପରି ଜଣାଯାଉଥାଏ। ଚାରା କୋବିଗଛ ଉପରେ କାକର ଲାଗି କଢ଼ା ହୋଇଥିବା ଢାଳଠୋଲା, ବାଉଁଶ ଟୋପର ଆଉ ଖପରା ଛେଲୁଆଗୁଡ଼ିକ ଘୋଡ଼ାଇ ଦେଇ କେତେ ପେଣ୍ଡା ଜଡ଼ା ଖରା ପଡ଼ିବା ଆଗରୁ ଫୁଟି ପଡ଼ିବ ବୋଲି ତାକୁ ତୋଳି ଆଣି ନୁଖୁରୀ କିଆରିଯାକ ବୁଲିଲା। ଘାଟଡଙ୍ଗା ସେତେବେଳକୁ ଫିଟିନି। କେବଳ ଖଣ୍ଡେ ଖଣ୍ଡେ ମେଘ ଆକାଶ–ସମୁଦ୍ରରେ ଡଙ୍ଗା। ମେଲି ଦେଇଥାନ୍ତି। ନୁଖୁରୀ ଉପରକୁ ଅନେଇଲା–କେଁ କଟର କରି ପଞ୍ଝାଏ ଶୁଆ, ଆଉ କେତେ ପଞ୍ଝା ମାଛରଙ୍କା ଚଢ଼େଇ ଉଡ଼ି ଯାଉଚନ୍ତି। ସରଗଟା ଭାରି ନୀଳ ଦେଖାଯାଉଚି। ଉତ୍ତର ପାଖରେ ଜଟିଆ କୁଦଆଡ଼ୁ ବହଡ଼ିଅ ପାହାଡ଼ଟା ବି ପରିଷ୍କାର ଦେଖାଯାଉଚି। ଦିହରେ ତାର ସକାଳର ଧୂପ ଭଳି ଧଳା ତରଳ କୁହୁଡ଼ି ଠାଏ ଠାଏ ଘେରି ଯାଇଚି। ନୁଖୁରୀର ମନେହେଲା, ଆଜି ତାର ଯେମିତି ଆଖି ଫିଟିଲା ଅଥବା ଆଜି ସବୁ ଯେମିତି ତାକୁ ନୂଆ ଲାଗୁଚି କିମ୍ବା ଚଉଦିଗଯାକ ଯେମିତି ଆଗର ପୁରୁଣା ପୋଷାକଟା ଫୋପାଡ଼ି ଦେଇଛି। ନିଜ ଲୁଗା ଦିହକୁ ଚାହିଁ ଦେଖିଲା, ସେହି ଲୁଗା–ଗୋଟାଏ ମୋଟ ନାଲି ଧଡ଼ି, ଦଶ କି ଏଗାର ନମ୍ବର ସୂତାରେ ବୁଣା ତାରି ମୋଟ ଖଦୀ–ଅନେକ ଦିନୁ ଧୋବାଘରେ ପଡ଼ିନି। –ନକଜଡ଼ା ଦାନ୍ତକାଠି ଖଣ୍ଡେ ଭାଙ୍ଗିଲା, ସଫା ନଈ ଧାରକୁ ଯାଇ ବାଳକେରାକୁ ତାର ଫିଟେଇ ଦେଲା। ନଈପାଣି କାଚପରି ଚକଚକ।